ମଥାନ ଉପରେ ମାତ୍ର ଲୋକେ ମଣିଷ କ୍ଷମତାରେ ରହିଲେ। ସୋଛଳ ଓ ଆହୁରି ସୋଛଳ ହେଲେ ନିପଟ ସାମନ୍ତ ହୋଇ ରହିଲେ । ସାହେବ ବନିଲେ ଓ କୋଟି କୋଟି ମଣିଷଙ୍କୁ ଗୋଡ଼ି ମାଟି କରି ରଖିଲେ। ମୂଳଦୁଆଟାକୁ ଚରମ ପ୍ରକାରେ ଅବହେଳିତ କରି ରଖି, ନିଜେ ରହୁଥିବା ଉପର ମହଲାଗୁଡ଼ାକୁ ସେମାନେ ପ୍ରାୟ ମୋଗଲ ଦରବାରର ଦୁଷ୍ଟ ପରିମଳଗୁଡ଼ାକ ଦ୍ଵାରା ଅଲଗା କରି ବନାଇଲେ। ବହୁ ଅଶୁଭ ନିମନ୍ତେ ଅନୁକୂଳତା ସୃଷ୍ଟି କରିବାରେ ନିମିତ୍ତ ହେଲେ। ଏହି ଭୂମିଟା ଯେ ସବୁ ମଣିଷଙ୍କର ଭୂମି ସେ କଥାକୁ ଅସ୍ୱୀକାର କଲେ। ଗତ ପଚାଶ ବର୍ଷ ହେଲା ପ୍ରଧାନତଃ ଏହି ଅଶୁଭଟା ହିଁ ସତେଅବା ସାତଟା ନାହୁଡ଼ ବିସ୍ତାର କରି ଆମର ସାମୂହିକ ଜୀବନକୁ ଆକ୍ରାନ୍ତ କରି ରଖିଛି। ସମ୍ବନ୍ଧଗୁଡ଼ାକୁ ଦୂଷିତ କରିଦେଇଛି, ବହୁ ଅବିଶ୍ୱାସକୁ ବଢ଼ାଇବାରେ ସାହାଯ୍ୟ କରିଛି। କି ଅଶୁଭରେ ଆମର ଯାବତୀୟ ଭାଗ୍ୟକୁ ନିପଟ ଚତୁରମାନେ ଓ ଆତ୍ମକାମୀମାନେ ଆତ୍ମସାତ୍ କରିନେଲେ ,ଯେ ଏଠି ସବୁ ପିଲା ମଧ୍ୟ ଗୋଟିଏ ଚଉପାଢ଼ୀରେ ଏକାଠି ବସି ପାଠ ପଢ଼ି ପାରିଲେ ନାହିଁ। ହାକିମ ଏବଂ ହଡ଼ପକାରୀମାନେ ଇସ୍କୁଲ ବୋଲି ଯାହା କିଛି ଗଢ଼ିଲେ, ତାହା ଦେଶର ସବୁଯାକ ପିଲାଙ୍କୁ ଆଦୌ ହିସାବକୁ ନେଲା ନାହିଁ। ଅଧେ ପିଲା ପ୍ରତ୍ୟାଖ୍ୟାତ ହୋଇ ବାହାରେ ରହିଗଲେ। ଯେଉଁ ଅଧଟା ପାଠଶାଳାକୁ ଆସିଲେ, ସେମାନେ ସତର ପ୍ରକାରର ପାଠ ପଢ଼ିଲେ ଏବଂ ସତରଟା ସମାଜ ସକାଶେ ତିଆରି ହେଲେ। ପାଠ ଭିତରେ ଏମିତି ନାନା ଅଶୁଭକୁ ପ୍ରଶ୍ରୟ ଦିଆଗଲା ଯେ ବହୁ ପ୍ରତିଶ୍ରୁତି ଅପେକ୍ଷା କରାଯାଉଥିବା ଦେଶ ନାମକ ଦ୍ରୂମଟି ଭିତରେ ଏହି ପାଠୁଆମାନେ ହିଁ ବିଶେଷଭାବରେ ଚତୁର ହେଲେ ଏବଂ ନିଜର କୋରଡ଼ଗୁଡ଼ିକୁ ଅଧିକରୁ ଅଧିକ ପେଟୁଆ କରିବାର ମନ୍ଦ ଉତ୍ସାହରେ ପୂରା ଗଛଟାକୁ ପୋଲ କରି ରଖିଲେ। ପାଠୁଆମାନେ ହିଁ ଶାସନର କଳରେ ମୁଖ୍ୟ କାରପଟଦାର ହୋଇ ରହିଲେ। ସେମାନେ ଏକ ଅଭିସନ୍ଧିପୂର୍ଣ୍ଣ ପାରଦର୍ଶିତା ଦେଖାଇ ଏମିତି ଗୋଟାଏ ଭାଷାରେ ଏଠି ସରକାର ଚଳାଇଲେ ଯେ, ଦେଶରେ ଅଶୀଭାଗ ମଣିଷ ସେଥିରୁ ବଂଚିତ ହୋଇ ରହିଲେ। ଏଠି ପାଠୁଆମାନେ ହିଁ ଯାବତୀୟ ଅବସରରେ ଏହି ରାଷ୍ଟ୍ରରେ ସବାଆଗ ଶ୍ରେଣୀର ହିତାଧିକାରୀ ହୋଇ ରହିଲେ। ନିତାନ୍ତ ନିରକ୍ଷରମାନେ ରାଜନୀତିରେ ଆଶି ପଶିଲେ, ସମଗ୍ର ଭୂଇଁଟା ନିମନ୍ତେ ଉଦ୍ଦିଷ୍ଟ ବହୁ ସମ୍ଭାବନାର ଗଙ୍ଗାକୁ ସେମାନେ ଲମ୍ପଟ ପଞ୍ଚାନନ ବନି ନିଜ ଜଟାରେ ବାନ୍ଧି ନିଜ ଘରକୁ ବୋହି ନେଇଗଲେ। ଏସବୁକୁ ଅଶୁଭ ବୋଲି କହିବାକୁ ସତେଅବା କେହି ସାହସ ହିଁ କଲେନାହିଁ। ସୁ ବହୁବିଧ ବାଟମାରଣାର ବଡ଼ଦାଣ୍ଡରେ ପାରିବାବାଲାମାନେ ନିଜର ଭାଗ୍ୟପରୀକ୍ଷା ନିମନ୍ତେ ଶତହସ୍ତ ହୋଇ ରହିଲେ। ତୁଚ୍ଛା ଅଶୁଭଗୁଡ଼ାକର ହିଁ ଆଡ଼ମ୍ବରମୟ ପ୍ରତୀକ ହୋଇ ରହିଲେ। ଠିକ୍ ଏତିକିବେଳେକେ ସାହିତ୍ୟ ଆଧୁନିକ ହେବା ନାଆଁରେ ପ୍ରଧାନତଃ ସଉକିନୀମାନଙ୍କ ଅଣ୍ଟାରେ ଚନ୍ଦ୍ରହାର ହୋଇ ରହିବାର ବିଶେଷ ବାଟଟିକୁ ବାଛିନେଲା। ଚତୁର୍ଦ୍ଦିଗର ଅଶୁଭମାନଙ୍କରୁ ପୂରାଦମ୍ ଲାଭ ସିନା ଉଠାଇଲା, ମାତ୍ର କଳାଟାକୁ ମୋଟେ କଳା ବୋଲି କହିପାରିଲା ନାହିଁ। ଅନ୍ୟାୟକୁ ଅନ୍ୟାୟ ବୋଲି କହିବାକୁ ଭୟ ବି କଲା। ସାହିତ୍ୟରେ ଶୈଳୀଟାକୁ ସର୍ବବଡ଼ କରି ଦେଖାଇବାର ଛୋପ ଛୋପରା ଅରୀତିଟା ଏତିକିବେଳେ ସେଥିରେ ପାଳି ଦେବାପାଇଁ ଆସି ପହଞ୍ଚିଗଲା। ସାହିତ୍ୟ ଏକ ପବିତ୍ର ଏବଂ ଅସଂଲଗ୍ନ ବିଶେଷ କ୍ରୀଡ଼ା ଏବଂ ହୋଇ ରହିଲା। ଚତୁର୍ଦ୍ଦିଗର ମନୁଷ୍ୟମାନଙ୍କୁ ଏକାନ୍ତ ଉଦାସୀନ ଭାବରେ ଭୁଲି ରହିବାକୁ ସାହିତ୍ୟକୁ ଗୋଟାଏ ଅନ୍ୟଧର୍ମୀ କରାଟର ଅଫିମ ବୋଲି କୁହାଗଲା , ଯାହାକୁ କି କେବଳ ଅହଙ୍କାର ଦ୍ଵାରା ନିଜ ନିବୁଜ ହୋଇ ରହିଥିବା ତଥାକଥିତ ବ୍ୟକ୍ତିଟିଏ ହୋଇ ରହିବାକୁ ହିଁ ଏକ ବିଶେଷାବକାଶ ଯୋଗାଇ ଦେବାଲାଗି ବ୍ୟବହାର କରାଯାଇ ପାରୁଥିବ।